ଖ୍ରୀଷ୍ଟଙ୍କ ପ୍ରତି ଅଗାଢ଼ ଭକ୍ତି ରହିଥିଲା। ସେ ନିଜକୁ ନୈଷ୍ଠିକ ଖ୍ରୀଷ୍ଟିୟାନ୍ ବୋଲି କହୁଥିଲେ। ସେ ନାମକ ଏକ ଧର୍ମ ସମ୍ବନ୍ଧିତ ପୁସ୍ତକ ମଧ୍ୟ ରଚନା କରିଥିଲେ। ମସିହାରେ ଡିକ୍ଳେନ୍ସ ପେଶାଗତ ଅଭିନେତ୍ରୀ ଆଣି ତାଙ୍କ ରଚିତ ର ମଞ୍ଚସ୍ଥ କରାଇଥିଲେ। ସେହି ନାଟକର ଅଭିନେତ୍ରୀ ଏଲେନ୍ ତେର୍ନାନଙ୍କ ସହ ତାଙ୍କର ପ୍ରେମ ସମ୍ବନ୍ଧ ମଧ୍ୟ ସ୍ଥାପିତ ହୋଇଥିଲା ଓ ଏହା ତାଙ୍କ ଜୀବନର ଶେଷ କାଳ ଯାଏ ଗୋପନୀୟ ଭାବରେ ରହିଥିଲା। ତେବେ ଏହା ଜାଣି ତାଙ୍କର ପତ୍ନୀ ତାଙ୍କୁ ଛାଡ଼ପତ୍ର ଦେଇଥିଲେ ଓ ନିଜେ ଜଣେ ସନ୍ତାନକୁ ନେଇ ଭିନ୍ନ ହୋଇ ରହିଥିଲେ। ଡିକ୍ଳେନ୍ସଙ୍କ ଅନ୍ୟାନ୍ୟ ସନ୍ତାନମାନେ ଜର୍ଜିନାଙ୍କ ଦେଖାଶୁଣାରେ ରହିଲେ।ତାଙ୍କର ପରବର୍ତ୍ତୀ କାର୍ଯ୍ୟ ସବୁ ଅତ୍ୟନ୍ତ ସଫଳତା ପ୍ରାପ୍ତ ହୋଇଥିଲା ଓ ସେ ଦୁଇଟି ଜର୍ନାଲ ଓ ର ମୁଖ୍ୟ ଲେଖକ ଥିଲେ। ଜୁନ୍ ନଅ ତାରିଖରେ ଡିକ୍ଳେନ୍ସ ପ୍ୟାରିସ୍‌ରୁ ଫେରୁଥିବା ବେଳେ ରେଳ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସୌଭାଗ୍ୟବଶତଃ, କେବଳ ସେ ବସିଥିବା ବଗି ସେତୁ ଉପରୁ ଖସି ପଡ଼ିବାରୁ ବର୍ତ୍ତି ଯାଇଥିଲା ଓ ସେ ନିଶ୍ଚିତ ମୃତ୍ୟୁରୁ ବଞ୍ଚିଯାଇଥିଲେ। ସିଗ୍ନାଲ୍ ମ୍ୟାନ୍‌ଙ୍କ ତ୍ରୁଟି ଯୋଗୁଁ ଏହା ଘଟିଥିଲା।ସେ ହୃଦ୍‌ଘାତରେ ମଧ୍ୟ ପୀଡ଼ିତ ହୋଇଥିଲେ। ଏହି ସମୟରେ ସେ ତାଙ୍କର ଶେଷ ଉପନ୍ୟାସ ରଚନା କରିଥିଲେ। ଏହା ସାମତିକ ସମୟରେ ଇଂଲଣ୍ଡରେ ଭୟଙ୍କର ରୂପ ନେଇଥିବା ନିଶା ପ୍ରଚଳନ ଉପରେ ପର୍ଯ୍ୟବସିତ ଥିଲା।ଜୁନ୍ ଆଠ ତାରିଖରେ ସେ ସାରା ଦିନର କାର୍ଯ୍ୟକଳାପ ପରେ ପୁଣି ହୃଦ୍‌ଘାତର ଶିକାର ହୋଇ ତାହାର ପରଦିନ ପ୍ରାଣତ୍ୟାଗ କରିଥିଲେ। ଡିକେନ୍ସ ତାଙ୍କୁ ଏକ ସାଧାରଣ କବରଖାନାରେ ନିରାଡ଼ମ୍ବର ଭାବରେ କବର ଦେବାକୁ ଆଗରୁ ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ ତାଙ୍କୁ ଶ୍ରେଷ୍ଠ ସମ୍ମାନର ସହିତ ଇଂଲଣ୍ଡର ସମ୍ଭ୍ରାନ୍ତ ୱେଷ୍ଟମିନ୍‌ଷ୍ଟରଠାରେ ଠାରେ କବର ଦିଆଯାଇଥିଲା। ତାଙ୍କ ମୃତ୍ୟୁରେ ଇଂଲଣ୍ଡର ଦଳିତ, ଅବହେଳିତ, ନିଷ୍ପେଷିତ ଲୋକମାନେ ଜଣେ ସାହାଯ୍ୟକର୍ତ୍ତା, ସହାନୁଭୂତିଶୀଳ ମହାନ ବ୍ୟକ୍ତିଙ୍କୁ ହରାଇଥିଲେ।ଚାର୍ଲସ୍ ଡିକ୍ଳେନ୍ ତାଙ୍କର ଲେଖାରେ ପୁରାତନ ଆଠରଶ ଶତାବ୍ଦୀର ଚିତ୍ରମୟ ଶୈଳୀକୁ ଗ୍ରହଣ କରିଥିଲେ। ଲୋକକଥାର ଶୈଳୀ ଦ୍ୱାରା ତାଙ୍କର ଲେଖା ବହୁଳ ଭାବରେ ପ୍ରବିବିତ ରହିଥିଲା। ତାଙ୍କ ଲେଖାରେ ସୃଜନଶୀଳତା, ଚରିତ୍ରର ନିଖୁଣ ବର୍ଣ୍ଣନା ଅତି ପ୍ରାକୃତିକ ଭାବରେ ରହୁଥିଲା। ଏହିସବୁ ଲେଖାରେ ସେ ନାଟକୀୟତା କିଛି ମାତ୍ରାରେ ରଖୁଥିଲେ ମଧ୍ୟ ତାହା ବାସ୍ତବିକତା ସହ ଖାପ ଖାଇ ରହୁଥିଲା। ଡିକ୍ଳେନ୍ସଙ୍କ ଅନ୍ୟ ଜଣେ ଆତ୍ମଜୀବନୀକାର କ୍ଲାୟରେ ତୋମାଲିନ୍ ଙ୍କ ଅନୁସାରେ ଡିକ୍ଳେନ୍ସ ଷେକ୍ସପିୟରଙ୍କ ପରେ ଇଂରାଜୀ ଭାଷା ସାହିତ୍ୟର ସର୍ବଶ୍ରେଷ୍ଠ ରଚିତ୍ର ସୃଷ୍ଟିକାରୀ ଥିଲେ। ତାଙ୍କ ଉପନ୍ୟାସରେ ଚରିତ୍ରଗୁଡ଼ିକର ନାମକରଣ ମଧ୍ୟ ସେ ଅତି ସୁନ୍ଦର, ଗ୍ରହଣୀୟ ହେବା ପରି ଦେଇଥିଲେ। ସେମଧ୍ୟରୁ କେତେକ ବହୁ ଆଦୃତ ନାମ ହିସାବରେ ଲୋକେ ସବୁଦିନେ ମନେ ରଖିଥାନ୍ତି। ତାଙ୍କର ସବୁ ଚରିତ୍ରର ଆଧାର ବାସ୍ତବ ଜୀବନରୁ ଆଣିଥିବା ବେଳେ ଉପନ୍ୟାସର ମୁଖ୍ୟ ଚରିତ୍ର ଭାବରେ ଡାଭିଡ୍ ତାଙ୍କ ନିଜ ଜୀବନ ଅନୁଭୂତିରୁ ଆଣିଥିବା ଲକ୍ଷ୍ୟ କରାଯାଇଥାଏ। ଏପରିକି ଉପନ୍ୟାସର କୋର୍ଟରୁମ୍ ଘଟଣାବଳୀ ତାଙ୍କ ନିଜସ୍ୱ କେସ୍‌ର ଘଟଣାବଳୀ ସହ ସାମଞ୍ଜସ୍ୟ ରଖିଛି। ଡିକେନ୍ସଙ୍କ ଉପନ୍ୟାସ ଓ ଅନ୍ୟାନ୍ୟ ଲେଖାଗୁଡ଼ିକ ତାଙ୍କ ସମୟରୁ ଆଜିଯାଏ ବହୁଳ ବିକ୍ରି ହୋଇଚାଲିଥିବା ବେଳେ ଅନେକ ଗଳ୍ପକୁ ନେଇ ଫିଲ୍ମ, ଟିଭି ସିରିଏଲ୍ ନିର୍ମିତ ହୋଇଛି। ତାଙ୍କ ଜୀବଦ୍ଦଶାରେ ର କାହାଣୀକୁ ନେଇ ଏକ ନୀରବ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା। ଡିକ୍ଳେନ୍ସଙ୍କ ସର୍ବଶ୍ରେଷ୍ଠ କୃତି ମଧ୍ୟରୁ ଏହିଗୁଡ଼ିକ ମୁଖ୍ୟ। ଏଥିମଧ୍ୟରୁ ଅନେକ ପ୍ରଥମେ ମାସିକ ବା ସାମ୍ପାହିକ ଧାରାବାହିକ ଭାବରେ ପତ୍ରିକାରେ ପ୍ରକାଶିତ ହୋଇ ପରେ ପୁସ୍ତକ ଭାବରେ ପ୍ରକାଶ ପାଇଥିଲା।